କି ପାଠ ହୋ? ତମ ଇଂରେଜୀ ପାଠ। ଜୁହାର ବାବା। ମୋର ବେଶି ବୁଦ୍ଧିର ଦରକାର ନାହିଁ। କାଉ ବିଲୁଆଙ୍କର ବି ବୁଦ୍ଧି ଅଛି କାକା। ମୋର ସେ ବୁଦ୍ଧିରେ ଲୋଡ଼ା ନାହିଁ। ତମର ଏଇ ଇଞ୍ଜିମିଞ୍ଜି ପାଠ? ସେଥିରୁ କ'ଣ ମିଳିବ ଏ ସବୁ କଥା? ସେ ତ ଭାବର ଭାଷା ନୁହେଁ ହୃଦର ଭାଷା ନୁହେଁ ଟଙ୍କାର ଭାଷା ବଡ଼ଲୋକୀର ଭାଷା କାରବାରର ଭାଷା ମାନମର୍ଯ୍ୟାଦାର ଭାଷା ସିଗାରେଟ୍ ଚୁରୁଟର ଭାଷା ଜାମା ପ୍ୟେଣ୍ଟଲୁନର ଭାଷା ମଟର ସାଇକଲର ଭାଷା ତମ ବହିରେ ଏକଥା ଆସିବ କୋଉଠୁ। କିନ୍ତୁ ପୋଥିପୁରାଣରେ ଅଛି ଟିକିଟିକି କି ଲେଖାଅଛି ଖାଲି ପଢ଼ିବାପାଇଁ ଆଖି ଥିଲେ ହେଲା। ହଉ ଦୁଃଖୀଆ କାକା ଥାଆ ଯାଉଚି ପୁଣି ଆଉଦିନେ ଓଳଗି।ଅଧବାଟରୁ ଫେରିପଡ଼ି ପାଖକୁ ଆସି ପୁଣି କହିଲା, ଜଗନ୍ନାଥଙ୍କ ଦ୍ୱାହି ରହିଲା କହିବ ନାହିଁଟି କାହା ଆଗେ।ବାଳୁଙ୍ଗା ଏଥର ନିଜରୂପ ଘୋଡ଼େଇ ପୁଣି ପଟ୍ଟନାୟକ ଘର ଚାକର ବେଶ୍ ଧଇଲା ବୋଲି, ଦୁଃଖୀ ଦାଶ ହସିଲା ମନେ ମନେ। ଏକା ପଟ୍ଟନାୟକେ ନୁହନ୍ତି, ପଟ୍ଟନାୟକପଡ଼ାର ଅଧିକାଂଶ ଲୋକେ ଯିଏ ଯିଏ ସେଦିନ ବାସନ୍ଦ କଥାରେ ଆଗୁଆ ହେଇଥିଲେ ସେଇ ସବୁ ଗୋଟି ଗୋଟି ହୋଇ ଆଗ ଆସି ସଉଦା କିଣିଲେ ଦୋକାନରୁ। ଅବଶ୍ୟ ଲୋକପଠେଇ ଲୁଚାଚୋରାରେ। କେବଳ ବାହାରେ ସମସ୍ତେ ଆଜ୍ଞା ଜାରି କରନ୍ତି, ସେ ବ୍ରାହ୍ମଣ ଦୋକାନରୁ କେହି ସଉଦା ନେବ ନାହିଁଟି ଇୟାରି ନା ଜାତି, ଇୟାର ନା ମେଣ୍ଟ ୟାକୁ ହିଁ କହନ୍ତି ବାସନ୍ଦ। ଦୁଃଖୀଆ ହସିଲା। ଆପଣା ସୁବିଧାପାଇଁ ସବୁ। ଆପଣା ସୁବିଧାର ଅଟକଳ ପିଟିଗଲେ ଜାତି ପତି, ମେଣ୍ଟ ମେଳ, ବାସନ୍ଦ ବନ୍ଦ, ସବୁ ଫସର ଫଟିଯାଏ। ଏଇ ତ ଗାଁ ଏଇ ତ ସମାଜ! ୟାକୁ ନେଇ ମଣିଷ ବଞ୍ଚିବ କିମିତି!ରତନୀବି ସେଇୟା ଭାବିଲା ଏଇ ତ ସମାଜ? ୟାକୁ ନେଇ ମଣିଷ ବଞ୍ଚିବ କିମିତି? ଆପଣା ସୁବିଧାପାଇଁ, ଆପଣା ସ୍ୱାର୍ଥପାଇଁ, ଏ ସମାଜର ବଡ଼ବଡ଼ିଆ, ପାଠୁଆ ପଢ଼ୁଆ ଲୋକେ ସମାଜର ଆଇନ ଭାଙ୍ଗି ଚାଲିଯାଆନ୍ତି ସମସ୍ତେ ଜାଣନ୍ତି ସମସ୍ତଙ୍କ କଥା କିନ୍ତୁ କେହି କାହାକୁ କହନ୍ତି ନାହିଁ କହିବାକୁ ସାହସ କରନ୍ତି ନାହିଁ ସମସ୍ତଙ୍କ ଭିତରେ ଗଲିଜି ସମସ୍ତେ ଜାଣନ୍ତି ଖାଲି ଦୋଷହୁଏ ତା'ରି, କେହି ଯଦି ଅସାବଧାନରେ, ଅଣଚାଲାକିରେ ଆପଣା ସରଳପଣିଆରେ ଆପଣା କଥାକୁ ଘୋଡ଼େଇ ନ ପାରେ।ରତନୀ ରାତିଟା ରାଉତ ଘରେ କଟେଇଚି। ସମାଜର କେତେ ରତନୀ କେତେ ରାଉତଙ୍କ ଘରେ ରାତି କଟେଇ ଦଉ ନାହାନ୍ତି। ସମସ୍ତେ ଜାଣୁଛନ୍ତି, ଅଥଚ କେହି ଜାଣୁ ନାହାନ୍ତି। ଜାଣିଲେ ଆଉ ବାହାରି ବାଇଶା ରହିବ ନାହିଁ। ଦୁଃଖୀ ଦାଶ ଜାଣିଲେ କିଛି କ୍ଷତି ନାହିଁ। ଦୁଃଖୀ କେଡ଼େ ଭଲ ମଣିଷ। ସେ କିଛି ଖରାପ ଭାବିବ ନାହିଁ। କାହାରି ନାଆଁରେ ନିନ୍ଦା ପଦେ କରିବାକୁ ତା' ଜିଭ ଯେମିତି ପଥର। ସେ ଜାଣିଲା ତ କ୍ଷତି କ'ଣ? ସେ ରତନୀକି ଅବିଶ୍ୱାସ କରିବ ନାହିଁ। ସେଥିପାଇଁ ତା' ଛାତି ଫୁଲି ଉଠୁଛି।ଦୁଃଖୀଆ କିଛି କହିଲା ନାହିଁ। ତଥାପି ରତନୀ ଗୋଡ଼ ଝୁଣ୍ଟି ପଡ଼ିଥିଲା। ସେ ଅଳପବାଟ ଆଗେଇ ଯାଇଛି, ଦେଖିଲା, ତେଣୁ ଆସୁଚି ଧନୀ ମାଷ୍ଟର। ସେ ସରମରେ ଶଢ଼ିଗଲା। କ'ଣ କହିବ ପଚାରିଲେ? ସତକୁସତ ସେ ପଚାରିଲା, “କୁଆଡ଼େ ଯାଇଥିଲ ରତିନାନୀ? ରାତି କାଲି ବେଶି ହେଇଥିଲା ରାଉତ ଘରେ ରହିଗଲି।ନା ନା ସେମିତି ଆଉ ରହିବୁନି ଏ ଗାଁ କଥା ଜାଣୁନୁ?ଧନୀ ଚାଲିଗଲା। ରତନୀ ଡରିଗଲା। ଯେମିତି ନିଛାଟିଆ ରାତିରେ ଭୂତଟାଏ। ଭୂତ ଚାଲିଯାଇଚି। ଅଛି ଖାଲି ଛାତି ଥରାଟା। ସେ ଟାଣି ଟାଣି ଲମ୍ବ ନିଃଶ୍ୱାସରେ ସେଇ ଥରାଟାକୁ ଥୟ ଧରଉଚି।ସେ ଆଶା କରୁଥିଲା ଧନୀ ମାଷ୍ଟର କହିଦେଇଥାନ୍ତା ଗାଁ ଲୋକ କହିଲେ କହନ୍ତୁ ସେଟା ମିଛ ସେଟା ଭୂତ। ଭୂତକୁ ଡରିବୁ ନାହିଁ। ଭୂତଟା ମିଛ। କିନ୍ତୁ ଧନୀ ମାଷ୍ଟର, “ହେଇଲୋ ଭୂତ” ବୋଲି କହି ଚାଲିଗଲା। ବରଂ ନିଜେ ଗୋଟେ ଭୂତ ହେଇ ତାକୁ ଡରେଇ ଦେଇ ଚାଲିଗଲା ନା ସେ ତାକୁ ସାବଧାନ କରେଇ ଦେଇଯାଇଛି ଏ ବାଟରେ ଭୂତ ଅଛି ବୋଲି। ସେ ବି ଆଗରୁ ଜାଣିଥିଲା ସେ କଥା। ଧନୀ ମାଷ୍ଟର ଚେତେଇ ଦେଇଗଲା ଖାଲି। ସେ ସତରେ କେଡ଼େ ଭଲ ମଣିଷ। ସେ ଧନୀକୁ ଶ୍ରଦ୍ଧା କଲା। ଭାବିଲା ଧନୀ ମନରେ ବଡ଼ ଶ୍ରଦ୍ଧା ବଡ଼ ଦୟା, ତା' ପ୍ରତି। ରତନୀର ବିପଦ ବେଳରେ ଆଉ କିଛି ନ ହେଉ ଦିପଦ କଅଁଳ କଥା ତ କହିଯାଏ ଏମିତି ତ ଆଉ କେହି କହନ୍ତି ନାହିଁ। ଦୁଃଖୀ? ଦୁଃଖୀଟା ପଥର।